ସେମିତି କରିବ ନାହିଁ। –ମୋ' ଉପରେ ତେବେ ବିରକ୍ତ? –ହଁ। ଖୁବ୍ ବିରକ୍ତ। ତମେ ଆସିଥିଲ ଚିଡ଼ିଆଖାନାର ଜୀବଟିଏ ଦେଖିବାକୁ ଆସିଲା ପରି। ମୁଁ ଛୋଟ ହେଲେ ବି ଜଣେ ମଣିଷ। ମତେ ଏଇ ଅପମାନ ତମେ ଦେଲ କାହିଁକି? –ଭୁଲ୍ ବୁଝନାହିଁ ମତେ। –ଭୁଲ୍ କରିବାର ଅପରାଧ–ତମର। ତମେ ଯଦି ମତେ ପ୍ରକୃତରେ ଭଲ ପାଉଥାନ୍ତ ବା ଦିନେ ଭଲ ପାଇଥାନ୍ତ, ତାହାହେଲେ ମୁଁ ତୁମକୁ ଯାହା ପଚାରିଲି ସେତକ ପଚାରି ନ ଥାନ୍ତି। ଆଉ ପଚାରିଲା ପରେ ତମେ ଯାହା ଯେମିତି ଯେତେବେଳେ ଉତ୍ତରରେ କହିଲ ସେମିତି ଜବାବ ଦେଇ ନ ଥାନ୍ତ। –ଦୋଷ ଥିଲେ କ୍ଷମା ଦିଅ। –ଦୋଷ ଅଛି ସତ। କିନ୍ତୁ ସେଥିରେ କ୍ଷମା ନାହିଁ। –ଜାଣ ନାହିଁ, ତେଣୁ ଶୁଣ ଆଉ ବୁଝ-। ଗୋଟିଏ ନିୟମ ପାଳିବା ପୁରୁଷ ଓ ସ୍ତ୍ରୀର ସମ୍ବନ୍ଧରେ। କେବେହେଲେ ଭଲ ପାଉନଥିଲେ ପୁରୁଷ ହେଇ ସ୍ତ୍ରୀ'ର ଦ୍ୱାରସ୍ଥ ହବ ନାହିଁ। ଭଲ ପାଉ ନ ଥିବା ପୁରୁଷକୁ କେହି କେବେ ସ୍ତ୍ରୀ' ହୋଇ କ୍ଷମା ଦେଇପାରେ ନାହିଁ। ରମାକାନ୍ତ ନୀରବ। ତାହାର ନୀରବତାକୁ ଭାଙ୍ଗି ଅଳକା କହିଲା–ଦୁଃଖ କରିବ ନାହିଁ। ଦିନକର ଅତିଥି–ଘଣ୍ଟାକର ଯାତ୍ରୀ। ଏହି ଜୀବନ ବହୁତ ବଡ଼। ଅନୁଭୂତିର ତୀବ୍ରତା ପାଇଲେ ଗୋଟିଏ ଜୀବନର ମାପ ଶହେ ହଜାରେ ଜୀବନ ସାଙ୍ଗରେ ସମାନ। ପୁଣି ଗୋଟିଏ ସ୍ତ୍ରୀ'ର ଜୀବନ ପଚିଶି ପଚାଶ ପୁରୁଷର ଜୀବନଠାରୁ ଅଧିକ ବିଚିତ୍ର–ଅଧିକ ବର୍ଣ୍ଣମୟ। –ଯାହା ଇଚ୍ଛା ହେଉଛି କହିପାର। ରମାକାନ୍ତ କହୁଛି ଓ କହିବ ଯେ ସେ ନିର୍ଦ୍ଦୋଷ। –ଛାଡ଼। ମୁଁ ନିଜେ ଅତି ଛୋଟ–ଅତି ହୀନ। ଅସଂଖ୍ୟ ଦୋଷ ମୋର ଗଳାମାଳୀ। ମୁଁ କିଏ ତୁମପରି ଲୋକଙ୍କୁ ତଉଲିବା ପାଇଁ? ମୁହଁରେ ଦୁଇ ପାପୁଲି ଲଗାଇ ଅଳକା ଆଉଜି ପଡ଼ିଲା ତାହାର ସୋଫା ଉପରେ। ଅଳକା କ'ଣ କାନ୍ଦୁଛି? କାନ୍ଦିବାର କାରଣ କ'ଣ? ନାରୀର ଅଶ୍ରୁ ବଡ଼ ବିଚିତ୍ର ପଦାର୍ଥ–ପ୍ରିୟଜନ, ଗୁରୁଜନ, ସାଧାରଣ ଦର୍ଶକ ଓ ଶତ୍ରୁଜନ ସମସ୍ତଙ୍କ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ। ରମାକାନ୍ତ ଆସିଥିଲା। ସେ ଏମିତି ବିହ୍ୱଳ, ଆହତ, ବିବ୍ରତ ଅଳକାରାଣୀକୁ କ'ଣ ଦେଖିବାକୁ ଆସିଥିଲା? –ନା–ନା କେବେ ନୁହେଁ। –ତମର ଏକାନ୍ତ ନିଜର ବୋଲି ରମାକାନ୍ତକୁ ବିଚାରିବ? ରମାକାନ୍ତ କଥା କହି ଜାଣେ ନାହିଁ ସଂସାରରେ ବଡ଼ ଅଳ୍ପର ଅନୁଭବୀ ତାହାରି କଥାକୁ ଛଳ? ଭାରି ଜୋରରେ ଅଳକାର ସେହି ଗର୍ବିତ ବକ୍ଷରେ ବିକ୍ଷୋଭ ଉକୁଟି ଉଠୁଥାଏ–ଭିତରର ବିକ୍ଷୋଭ। –ଇଏ ବି ସେମିତି ବଡ଼ ବିଷମ ଅବସ୍ଥା। ଅଳକାର ହାତଟିଏ ରମାକାନ୍ତ ଧରି ପକାଇଥିଲା ଘଡ଼ିକ ଆଗରୁ। କିନ୍ତୁ ଆଉ ତାହାର ହାତ ଚାଲିଲା ନାହିଁ। –ସତେ ଯେପରି ଅଳକା ଜୀବନମୟ ହୋଇ ଉଠିଲାଣି–ଏଇ ଏତକର କଥା ଭାଷାରେ। ନାରୀର ଯୌବନ ପ୍ରାପ୍ତି ପରି ଅଳକାର ବ୍ୟକ୍ତିତ୍ୱ ରମାକାନ୍ତ ପାଖରେ ଯୌବନର ସୁବାସରେ ଭରି ଉଠିଛି। ଲୋଭୀ ଆଗରେ ଲୋଭକୁ ଉଚ୍ଚାଟ କରୁଥିବା ପଦାର୍ଥ ରହିଲେ ବି ସେଥିରେ ଅନେକ ବାଧା ଥାଏ–ଚୋର, ତସ୍କର, ପେଟୁ, ଟକଳିଆ। ମଣିଷକୁ ଯେମିତି ବାଧା ଥାଏ ପାଟିରୁ ନାଳ ଗଡ଼ାଉଥିବା ପୋଷା କୁକୁରମାନଙ୍କର ଯେମିତି ଆଙ୍କୁଶିର ବାଧା ଥାଏ। ସେଇଟା ହେଲା କାମର ପରିଣାମ ବିଷୟରେ ଚେତନା। ରମାକାନ୍ତ ଏହି ଘଡ଼ିକ ଭିତରେ ବଢ଼ି ଯାଇଛି। ଓଦା ମୁଗ ଗଜା ହେଲାପରି–ନୂଆ ଉଦ୍ଭିଦର ପ୍ରତିଶ୍ରୁତି ଦେଖାଇଲା ପରି। ଆରମ୍ଭ କଲେଜର ସହପାଠୀ–କୌତୂହଳୀ ବନ୍ଧୁତାର ଖିଆଲି ମଣିଷ–ସେଇଠୁ ହେଲା ନାକଷିଆ ପୁରୁଷ ବା ପ୍ରେମିକ–ଏବେ ସେ ଏଇ ମାନ–ଭଞ୍ଜନର ଜଣେ ନାୟକ ପ୍ରୀତିର ବୃକ୍ଷରେ ଏମିତି ଡାଳରେ ଫୁଲ ଫୁଟେ–ମିଳନର ଫୁଲ। ଅବା ଝଡ଼ିପଡ଼େ ସେଇ ପ୍ରୀତିର କଢ଼ିଟି। ବେକ–ଦେଖା ଓ ଯୁଗଳ କୁମ୍ଭର ଆମନ୍ତ୍ରଣ ପତ୍ରର ସମ୍ଭାର ବୋହି ସତେକି ଅଳକା ଆଖି ବନ୍ଦ କରି ପିଠିରେ ଭରା ଦେଇ ଅଧାବସା ଓ ଅଧାଶୁଆ ହେଇ ପଡ଼ି ରହିଛି। ସାମନାରେ ସିଧା ହେଇ ବସି ନ ପାରି ସାମାନ୍ୟ ଝୁଙ୍କ୍ତିରେ ବସିଛି–ରମାକାନ୍ତ। ଅସୁମାରୀ କଥାର ପ୍ରସ୍ତାବ ଭିତରେ ଦୁହେଁ ଚୁପ୍। ଏହି ନୀରବତା ଦୁହିଁଙ୍କୁ ଧୀରେ ଟାଣି ଆଣୁଥିଲା ନିକଟରୁ ନିକଟକୁ–ରମାକାନ୍ତର ମନେ ହେଉଥିଲା। ସତେ କି ଦୂରରୁ ଆସି ଅତି ନିକଟରେ ପହଞ୍ଚି ଯାଇଛି। ଅଳକାର ଲାଲରଙ୍ଗ–ମଖା ପାଦ ନଖ ଦଶଟିକୁ ଚାହିଁ ରମାକାନ୍ତ ଭାବିଥିଲା–ଏହି ପାଦ ଦୁଇଟିର ଶୋଭା କି ଅପୂର୍ବ। ଅଳକା କ'ଣ ପାଦରୁ ମୁଣ୍ଡଯାଏ କେଉଁଠି ହେଲେ ଊଣା ନୁହେଁ?